ପ୍ରାଣର ବୀରେନ୍ଦ୍ର ଏ ଜୀବନ ତୁମକୁ ଦେଇଥିଲି। ଏ ହୃଦୟ ମଧ୍ୟରେ ଥିଲ କେବଳ ତୁମେ। ଯେତେବେଳେ ତୁମେ ମୋତେ ପ୍ରତ୍ୟାଖ୍ୟାନ କଲ ସେତେବେଳେ ମୋତେ କିଏ ବା ଗ୍ରହଣ କରିଥାନ୍ତା? ସ୍ୱାମୀ କ'ଣ ଗୋଟାଏ ଲୋଭନୀୟ ବସ୍ତୁ? ଏହି ପ୍ରଶ୍ନଟି ସବୁବେଳେ ମୋର ମନ ମଧ୍ୟରେ ଥିଲା। ସେହି ପ୍ରଶ୍ନର ସମାଧାନ କରିବାକୁ ମୁଁ ତୁମ ପାଖକୁ ଯାଇଥିଲି। ମାତ୍ର ଏ ଜୀବନରେ ସେହି ପ୍ରଶ୍ନର ସମାଧାନ ହୋଇପାରିଲା ନାହିଁ। ହଉ ବିଦାୟ ନେଲି, ମୋତେ ଭୁଲିଯିବ-। ତୁମର ସୁଜାତା ଅଶ୍ରୁଳ ନୟନରେ ବୀରେନ୍ଦ୍ର ଅନାଇ ରହିଲେ ଉପରକୁ। ଖବରକାଗଜ ବିକାଳି ଡାକି ଡାକି ଯାଉଥିଲା ମେଜର ସାହେବଙ୍କ ସ୍ତ୍ରୀ ସୁଜାତାଦେବୀଙ୍କ ମାନହାନି ମକଦ୍ଦମା। ବୀରେନ୍ଦ୍ର କାଗଜ ଗୋଟିଏ କିଣି ପଢ଼ିଲେ। ସେଥିରେ ଲେଖାଥିଲା ଗତ ରାତ୍ରି ମେଜର ସାହେବଙ୍କ ସ୍ତ୍ରୀ ଶ୍ରୀମନ୍ଦିରରୁ ଫେରିବା ବେଳେ ଅବସର ପ୍ରାପ୍ତ କ୍ୟାପଟେନ୍ ବୀରେନ୍ଦ୍ର ରାୟ ତାଙ୍କୁ ବେଆଇନ୍ ଭାବେ ଅଟକାଇରଖି ତାଙ୍କଠାରୁ ଜୋରକରି ଗୋଟିଏ ଚିଠି ଲେଖାଇ ନେଇଛନ୍ତି। ଏଣୁ ଏହାର ପ୍ରତିକାର ପାଇଁ ଶ୍ରୀମତୀ ସୁଜାତାଦେବୀ ବୀରେନ୍ଦ୍ରଙ୍କ ନାମରେ କୋର୍ଟରେ ମକଦ୍ଦମା ଦାଏର କରିଛନ୍ତି। ଏହି ଖବର ପଢ଼ିଲା ମାତ୍ରେ ବୀରେନ୍ଦ୍ର ମ୍ଳାନ ମୁଖରେ ହସିଦେଇ କହିଲେ, ''ବେଦ କହେ ଏଇ ନାରୀ ହେଉଛି ଦଶଭୁଜା ଦୁର୍ଗା। ବେଳପଡ଼ିଲେ ସହସ୍ର ଭୁଜା ମଧ୍ୟ ସେ ହୁଏ। ନଚେତ୍ ସେ ସବୁବେଳେ ମୋହିନୀ କନ୍ୟା। '' ଅଶରୀରୀ ବାଦ୍ୟର ତାଳ ସାଙ୍ଗକୁ ପାଦ ମିଳାଇ ନାଚୁଥିଲା ଆଶାଲତା। ନୂପୁରର ହାଲୁକା ଧ୍ୱନି ରାଜରାସ୍ତାକୁ ପରିଷ୍କାର ଭାବେ ଶୁଭାଯାଉଥିଲା। ବେହେଲାର କରୁଣ ମୂର୍ଚ୍ଛନା ପଥଚାରୀର ମନ ଓ ପ୍ରାଣକୁ ଆଶାଲତାର ନୃତ୍ୟଶାଳା ଭିତରକୁ ଓଟାରି ଆଣୁଥିଲା। ରାସ୍ତାରେ ଯାଉଁ ଯାଉଁ ଥକାହୋଇ ଛିଡ଼ା ହୋଇଗଲେ ରମାକାନ୍ତ। ସେ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କର ପାଦ ଦୁଇଟା ଆଉ ଆଗେଇ ଯିବାକୁ ବୋଧହୁଏ ରାଜି ହେଲେ ନାହିଁ। ହଠାତ୍ ବେହେଲାର ସ୍ୱର ସଙ୍ଗେ ସ୍ୱର ମିଳାଇ ଲଳିତ କଣ୍ଠରେ ଅପୂର୍ବ ସ୍ୱରର ତରଙ୍ଗ ସୃଷ୍ଟି କରି ଗାଇଲା ଆଶାଲତା- 'ରୂପେ ଯାର ମନ ମଜିଛି ଜାତି, କୁଳେ ପୁଣି କି ଭୟ ଅଛି? ' ମରଣର ଆହ୍ୱାନଠାରୁ ସଙ୍ଗୀତର ଆହ୍ୱାନ କ'ଣ ଆହୁରି ମର୍ମସ୍ପର୍ଶୀ? କାଳକୂଟ ବିଷର ଜ୍ୱଳାଠାରୁ ପ୍ରଣୟିନୀର ଅବହେଳା କ'ଣ ଅଧିକ ଯନ୍ତ୍ରଣାଦାୟକ? ରାସ୍ତାରେ ଛିଡ଼ାହୋଇ ଏହିକଥା କେବଳ ଭାବୁଥିଲେ ରମାକାନ୍ତ। ସେତେବେଳକୁ ରାତି ବୋଧହୁଏ ସାଢ଼େ ସାତ। ଅନିଚ୍ଛା ସତ୍ତ୍ୱେ ଓ ତାଙ୍କର ପାଦ ଦୁଇଟି ଆପେ ଆପେ। ଆଶାଲତାର ନୃତ୍ୟଶାଳା ଆଡ଼କୁ ଆଗେଇ ଯାଇଥିଲା। ନୀଳ ପରଦା ଆଡ଼େଇଦେଇ ରମାକାନ୍ତ ଯେପରି ଭିତରକୁ ପଶିଯାଇଛନ୍ତି, ହଠାତ୍ ଆଶାଲତାର ଦୃଷ୍ଟି ରମାକାନ୍ତ ଉପରେ ନିବଦ୍ଧ ହେବାରୁ ସେ ଟିକିଏ ବିଚଳିତ ହୋଇପଡ଼ିଲା। ଅତିଥିଜଣକ ଏକାବେଳକେ ନୂଆ। ଜୀବନରେ କୌଣସି ପାପ ନ କରି ମଧ୍ୟ ପ୍ରାୟଶ୍ଚିତ୍ତ କରିବାକୁ ଏ ଯେ କାହିଁକି ଆସିଛନ୍ତି ଏହିକଥା କେବଳ ଭାବୁଥିଲା ଆଶାଲତା। ଆଶାଲତା ଜାଣେ ଯେଉଁମାନେ ଏହି ସମାଜ ମଧ୍ୟରେ ରହି ନାନା ଭାବେ ମଣିଷ ଜାତିକୁ ଶୋଷଣ କରି ଯେତେବେଳେ ପାପର ବୋଝ ସେମାନେ ସହ୍ୟ କରିପାରନ୍ତି ନାହିଁ ସେତେବେଳେ ସେମାନେ ପାପର ପ୍ରାୟଶ୍ଚିତ କରିବାକୁ ଯେପରି ଧର୍ମଚର୍ଚ୍ଚା କରନ୍ତି, ଠିକ୍ ସେହିପରି ଆମର ସମାଜରେ ଆଉ ଏକ ପ୍ରକାର ଗୋଷ୍ଠୀ ଅଛନ୍ତି ସେମାନେ ଅତୃପ୍ତ ମନ ନେଇ ଯେତେବେଳେ ବଞ୍ଚିରହିବାର କୌଣସି ଖୋରାକ ପାଆନ୍ତି ନାହିଁ ସେତେବେଳେ ବାଧ୍ୟ ହୋଇ ଜୀବନକୁ ଉପଭୋଗ କରିବାକୁ ଖୋଜନ୍ତି ନାରୀର ଗୋଟିଏ ଶସ୍ତା ଦେହ, ଯେଉଁ ଦେହଟାକୁ କେତୋଟି ମୁଦ୍ରା ବିନିମୟରେ ଅକ୍ଳେଶରେ ଖରିଦ କରାଯାଇ ପାରିବ। ପ୍ରକୃତରେ କହିବାକୁ ଗଲେ ସେ ତା'ର ଦେହଟାକୁ ପଣ୍ୟ ଦ୍ରବ୍ୟ ଭଳି ପୁରୁଷ ପାଖରେ ବିକ୍ରୟ କରେ। ଆଉ ଏହି ନିର୍ବୋଧ ପୁରୁଷଗୁଡ଼ିକ ତନ୍ମୟ ହୋଇଯାଆନ୍ତି ଯେତେବେଳେ ସେ ବଣା ମୃଗୁଣୀର ଚାହାଣି ଢାଳି ସେମାନଙ୍କୁ ଅନାଏ। ଯେଉଁମାନେ ପ୍ରତିଦିନ ତା' ପାଖକୁ ଆସୁଥିଲେ ଏବଂ ପଦେ ମିଠା କଥା ଶୁଣି ତା'ର ହାତରେ ବିଡ଼ା ବିଡ଼ା ନୋଟ ଧରାଇଦେଇ ଶୁଭରାତ୍ରୀ ଜ୍ଞାପନ କରି ଫେରିଯାଉଥିଲେ ସେମାନେ ସମସ୍ତେ ଥିଲେ ତାହାର ଘୃଣାର ପାତ୍ର। ଆଶାଲତା ପେଟ ପାଇଁ ବେଶ୍ୟାବୃତ୍ତି କରେ, ପ୍ରେମ ପାଇଁ ନୁହେଁ। ସେ କେତୋଟି ମୁଦ୍ରା ପାଇଁ ପୁରୁଷ ପାଖରେ ନିଜେ ଧରାପଡ଼େ। ସ୍ନେହ ପାଇବା ପାଇଁ ସେ କେବେହେଲେ ନିଜକୁ ଅନ୍ୟ କାହା ପାଖରେ ଅର୍ପଣ କରି ଦିଏ ନାହିଁ। ଯେତେ ସବୁ ପୁରୁଷ ଆସନ୍ତି ସେମାନଙ୍କୁ ପାଗଳର ଆସ୍ଥାନରେ ବସାଇ ଆଶାଲତା ମନେମନେ ବିଦ୍ରୂପ କରେ। ଦିନକ ପାଇଁ ସେ କାହାକୁ ସ୍ନେହ ଦେଖାଇ ପାରିଲା ନାହିଁ।